କବିତା କହିଲା ଆରେ ସେ କ'ଣ ରେଫରି ହୁଏ, ନା ଲାଇନ୍ମ୍ୟାନ୍ ହୁଏ? ତୁ ଜାଣିଥିବୁ ଷ୍ଟାଡ଼ିୟମ ଆଡ଼େ ଯେତେବେଳେ ଯାଉଛି କ'ଣ ନା କ'ଣ ଗୋଟାଏ କରୁଥିବ। ତୁ ତ ଫୁଟ୍ବଲ ଖେଳୁ। ତୁମର ସେ କେବେ ରେଫରି ହୋଇଛି କି? କବିତା ପଚାରିଲା। ନାଁ। ଅଧିକ ସମୟ ମ୍ୟାଚ ଦେଖିବାର ଦେଖିଛି। କ୍ଳବ୍ହାଉସ ଉପରେ ବସେ। ଆଚ୍ଛା ଆଜି ବୁଝିନେବା ଲୋକଟା କ'ଣ କରୁଛି। ବୁବୁଲୁ ହାତ ଧୋଇଲା। କବିତା ଲୁଗା କାନିରେ ବୁବୁଲୁର ମୁହଁ ପୋଛିଦେଲା। ତୁ କାହିଁକି ବ୍ୟସ୍ତ ହେଉଛୁ? ମୁଁ ବୁଝି ନେବି ମୋ ସାଙ୍ଗ ପିଲାଠାରୁ, ବୁବୁଲୁ ଚାଲିଗଲା। ତା' ଯିବାପଥକୁ ଚାହିଁ କବିତା ହସିଲା। ଏକମାତ୍ର ଭାଇ, ବାପାଙ୍କର ଏକଇର ବଳା ବିଶିକେଶନ ଏହାରି ଉପରେ ସମସ୍ତଙ୍କର ନଜର, ବହୁ ଆଶା। ଏ ବର୍ଷ ମାଟ୍ରିକ୍ ଫାଷ୍ଟ ଡିଭିଜନରେ ପାସ୍ କଲା। କଲେଜରେ ନାଁ ଲେଖାଇଛି। ବାପା କହନ୍ତି ଡାକ୍ତରୀ ପଢ଼ାଇବି। ବୋଉ କହେ ଇଞ୍ଜିନିୟରିଂ ପଢ଼ାଇବି। ଆଉ ବୁବୁଲୁ କହେ ସେ ହେବ, ଆଉ ସେ ଭାବେ ବୁବୁଲୁ ସବୁଠାରୁ ବଡ଼ ଅଫିସର ହେଉ। ଆଇନା ଆଗରେ ଛିଡ଼ାହେଲା କବିତା ଡ୍ର ଭିତରୁ ପାନିଆ କାଢ଼ି ମୁଣ୍ଡ କୁଣ୍ଡାଇଲା। ଆଜି କ୍ଳାସ ବାରଟା ପରେ, ତିନିଟା ପରେ ଛୁଟି ନିଜ ଚେହେରାଟାକୁ ଭଲକରି ଦେଖିଦେଲା କବିତା। ବାଲେଶ୍ୱର ଅପେକ୍ଷା କଟକରେ ତା' ଦେହରେ ମାଂସ ଲାଗିଲାଭଳି ମନେହେଉଛି। ବ୍ଳାଉଜଟା ଟିକେ ଟାଇଟ୍ ଜଣାପଡ଼ୁଛି। ଆସନ୍ତା ରବିବାର ଦିନ ଆଉ ଦୁଇଟା ବ୍ଳାଉଜ ତିଆରି କରିଦେବ। ଆଜି କଲେଜରୁ ଫେରିଲାବେଳେ ବ୍ଳାଉଜ ଫିସ୍ କିଣିଆଣିବ। ଗୋଟାଏ ରେଡ଼୍ ଆଉ ଗୋଟାଏ ବ୍ଳୁ। ଦି'ଟା ଶାଢ଼ୀ ବି ସେହି ରଙ୍ଗରେ ଅଛି। ବାପା ବାଲେଶ୍ୱର ଛାଡ଼ିଲାବେଳେ ଦେବୀ ଦତ୍ତ ଲୁଗା ଦୋକାନରୁ ଆଣିଥିଲେ, ସେମିତି ନୂଆ ଥୁଆହୋଇଛି। ଏବେ ସେ ପିନ୍ଧାହେବ। ନୂଆ ଜାଗା, ନୂଆ କଲେଜ, ନୂଆ ଶାଢ଼ୀ ଓ ନୂଆ ବ୍ଳାଉଜ୍। କବିତା ମନେ ମନେ ହସିଲା। ପରିଷ୍କାର କାଚ ଭିତରେ ତା'ର ଚେହେରାକୁ ଆଉ ଟିକେ ଭଲଭାବରେ ଦେଖି ମନେ ମନେ ହସିଲା। ନେଲ୍ ପାଲିସ ବାହାର କରି ପ୍ରତି ନଖର ଉପରେ ବୋଳିଲା। କୁଙ୍କୁମ କାଢ଼ି ମଥାରେ ଟୋପା ମାରିଲା। ତା' ରୂପର ବର୍ଣ୍ଣନା ଆଗରୁ ବାଲେଶ୍ୱରରେ ଶୁଣିଥିଲା। ଏବେ କଟକରେ ତା' କାନରେ ବାଜିଲାଣି ଟୋକାମାନଙ୍କ କମେଣ୍ଟର ସେ ବହୁବାର ଶିକାର ହେଲାଣି। ସାଥି ମଞ୍ଜୁବାଳା, କିରଣବାଳା, ମଧୁସ୍ମିତା, ତା' ଆଗରେ ତା'ର ରୂପ ବର୍ଣ୍ଣନା କରି କହିଲେଣି, ସତରେ କବିତା ତୁମେ କେତେ ସୁନ୍ଦରୀ? ଏ ବଜାରି ଟୋକାଗୁଡ଼ାକ ତୁମକୁ ଦେଖି ଯାହା କମେଣ୍ଟ କରୁଛନ୍ତି ନା, ଛାଡ଼। ଆଉ ବାଟ ଚାଲି ହେବନାହିଁ। ସାଥିମାନଙ୍କଠାରୁ ନିଜ ରୂପର ବର୍ଣ୍ଣନା ଶୁଣି କବିତା କିରି କିରି ହସିଉଠେ। ସେହି ହସ ଭିତରେ କହେ ମୋ' ଠାରୁ ଆହୁରି ସୁନ୍ଦରୀ ତୁମ୍ଭେମାନେ। ମୋ ଆଖିରେ ତୁମ୍ଭେମାନେ ସୁନ୍ଦରୀ। ମୁଁ ଏବେ ନୂଆ ଆସିଛି ନା, ସେଥିପାଇଁ ତାଙ୍କ ଆଖିରେ ସୁନ୍ଦର ଦେଖାଯାଉଛି। ତୁମେ ସବୁ ପୁରୁଣା ହୋଇଗଲଣି। ସମସ୍ତେ ହସି ଉଠନ୍ତି। ସାଢ଼େ ଏଗାରଟା ବାଜିଲା। ଆଉ ବସି ଲାଭ ନାହିଁ। କବିତା ଡ୍ରେସିଂ ଟେବୁଲ ପାଖରୁ ଉଠି ଶାଢ଼ୀ ପିନ୍ଧି କଲେଜ ବାହାରିଲା। ତା' ପରଦିନ ସନ୍ଧ୍ୟାରେ ବୁବୁଲୁ ସେ ଲୋକଟାକୁ ସେହି କୋଠାର ବାଲକୋନି ଉପରେ ଛିଡ଼ା ହୋଇଥିବା ଦେଖି ଡାକିଲା, ଅପା ଅପା, ଶୁଣ ଶୁଣ। ବୁବୁଲୁ କଥା ଶୁଣି କବିତା ରୋଷେଇ ଘରୁ ଅଟା ବାଲୁବାଲୁ ହାତରେ ଆସି ପହଞ୍ଚିଲା। କାହିଁକି ଡାକୁଛୁ।? ଅପା! ସେ ଯେଉଁ ଲୋକଟା ନୁହେଁ, ଯିଏ ବାଲକୋନିରେ ଛିଡ଼ା ହୋଇଛି, ତୁ ଯାହା କଥା ପଚାରୁଥିଲୁ, ସେ ଜଣେ ଡାକ୍ତର। ଡାକ୍ତର କଥାଶୁଣି କବିତା ଆଶ୍ଚର୍ଯ୍ୟ ହୋଇଗଲା। ଭାବିଲା ସତେ କ'ଣ ଏ ଡାକ୍ତର, ତା'ର ବିଶ୍ୱାସ ହେଲାନାହିଁ। କଥାଟା ଭଲ ଭାବରେ ଜାଣିବା ପାଇଁ ପଚାରିଲା, ଆରେ କି ଡାକ୍ତର? ହୋମିଓପାଥି ନା ଏଲୋପାଥି ନା ଆୟୁର୍ବେଦ, କେଉଁ ଡାକ୍ତର ସିଏ? ବୁବୁଲୁ କହିଲା, ମୁଁ କହି ପାରିବି ନାହିଁ, ସେ କି ଡାକ୍ତର। ମୁଁ ମୋ ସାଙ୍ଗ ରମେଶକୁ ପଚାରିଲି, ସେ କହିଲା, ''ଡାକ୍ତର। '' ମୁଁ ପଚାରି ପାରିନି, ସେ କି ଡାକ୍ତର। ବୋକାଟା, ତୁ ଯେମିତି ତୋ ସାଙ୍ଗଟା ସେମିତି। ମାଙ୍କଡ଼ଟା ଜାଣିଲୁ, କି ମାଙ୍କଡ଼ କହି ପାରିବୁ ନାହିଁ।